ସଜିଲ ହୋଇ ଉତ୍ତର ଦେବାକୁ ବସିଲେ ବଳରାମ ମିଶ୍ର ସେତେବେଳକୁ ଖାନ୍ନଗରର ରାସ୍ତା ପ୍ରାୟ ଜନଶୂନ୍ୟ ହୋଇ ଯାଇଥିଲା... ରାତିର ଅନ୍ଧକାର ମଧ୍ୟରେ ହାହାକାର କରୁଥିଲା କାଠଯୋଡ଼ି ନଈର ବାଲି। ଥଣ୍ତା ଥଣ୍ତା ଶୀତୁଆ ପବନରେ ଶୀତେଇ ଉଠୁଥିଲା ଚନ୍ଦ୍ରାବତୀର ଦେହ... ପୁଣି। ଆରମ୍ଭ କଲା ଚନ୍ଦ୍ରାବତୀ... ''ଆଚ୍ଛା କହନ୍ତୁ ବଳରାମ ବାବୁ! ଆପଣ କ'ଣ ଏ ପିଲ୍ଗ୍ରିମ ହୋଟେଲର ଦୁଇ ମହଲା କୋଠାଟି ତିଆରି କରିଥିଲେ? '' ବଳରାମ ମିଶ୍ର ଟିକେ ଅପ୍ରସ୍ତୁତ ହୋଇ କହିଲେ—''ନାଁ କିନ୍ତୁ ଆପଣ କାହିଁକି ଏ ବସୁ ପ୍ରଶ୍ନ ପଚାରୁଛନ୍ତି ମୁଁ ଜାଣି ପାରୁନି। '' ଚନ୍ଦ୍ରାବତୀ କଥାଟା ଉପରେ ଗୁରୁତ୍ୱ ଦେଇ କହିଲା —''ବେଶ୍ ବେଶ୍ ଏବେ ସାମାନ୍ୟ ସମୟ ପାଇଁ ମୋ କଥା ଶୁଣନ୍ତୁ। ଏଇ ପିଲ୍ଗ୍ରିମ୍ ହୋଟେଲର ଦ୍ୱିତଳ ପ୍ରାସାଦଟି ନିର୍ମାଣ କରିଥିଲେ ଶ୍ରୀ ଶକ୍ତିଧର ଆଚାର୍ଯ୍ୟ। ଆପଣ ତାଙ୍କଠାରୁ କୋଠାଟିକୁ ଟଙ୍କା ଦେଇ ଖରିଦ୍କରିଛନ୍ତି। '' ଏଥର ସାମାନ୍ୟ ବିରକ୍ତ ହେବା ଭଳି ବଳରାମ ମିଶ୍ର କହିଲେ—''ହଁ... କ'ଣ ହେଲା ସେଠୁ? '' ''ନାଁ କିଛି ନୁହେ। ଏ ହେଉଛି ପିଲ୍ଗ୍ରିମ ହୋଟେଲ ଦ୍ୱିତଳ ପ୍ରାସାଦର ଆଦିମ ଇତିହାସ। '' ଚନ୍ଦ୍ରାବତୀର ମୁଖରେ ସ୍ମିତ ହାସ୍ୟରେଖା। ବାଧ୍ୟ ହୋଇ ଆପଣଙ୍କୁ ସେ ଇତିହାସ ସମ୍ୱନ୍ଧରେ କିଛି ନାଁ କିଛି ଶୁଣିବାକୁ ହେବ। ବାଧ୍ୟ ହୋଇ ପୁଣି କାନପାତି ଅପେକ୍ଷା କଲେ ବଳରାମ ମିଶ୍ର... ଚନ୍ଦ୍ରାବତୀ କହିଲା–''ଶକ୍ତିଧର ଆଚାର୍ଯ୍ୟ ଜଣେ ବିରାଟ ଧନୀ। ମନରେ ଅନେକ କିଛି ସୁଖ କଳ୍ପନା କରି ସେ ନିର୍ମାଣ କରିଥିଲେ ଏଇ ପ୍ରାସାଦଟି। ଏଇ ପ୍ରାସାଦ ଦେହରେ କାଳାତୀପାତ କରିବାର ଆଗ୍ରହ ତାଙ୍କର ଥିଲା-। କିନ୍ତୁ କହି ପାରିବେ ବଳରାମ ବାବୁ ତଥାପି ସେ ଆପଣଙ୍କୁ କୋଠାଟି ବିକ୍ରୀ କଲେ କାହିଁକି? '' ଚିଡ଼ି ଉଠିବା ଭଳି ବଳରାମ ମିଶ୍ର କହିଲେ—''ସେ କଥା ମୁଁ ଜାଣିବି କେମିତି? '' କଥା ଉପରେ ଗୁରୁତ୍ୱ ଦେଇ ଚନ୍ଦ୍ରାବତୀ କହିଲା—''ନାଁ ନାଁ ଆପଣ ଫାଙ୍କି ଦେଲେ ଚଳିବ ନାହିଁ। ଆପଣ ସାମାନ୍ୟ କିଛି ଜାଣିଛନ୍ତି ନିଶ୍ଚୟ '' ଚୁପ୍ ହେଇଗଲେ ବଳରାମ ମିଶ୍ର ପୁଣି ଆରମ୍ଭ କଲା ଚନ୍ଦ୍ରାବତୀ—''ଏଇ ଶକ୍ତିଧର ଆଚାର୍ଯ୍ୟଙ୍କର ମାତ୍ର ଗୋଟିଏ ବୋଲି ଝିଅ। ଆଚାର୍ଯ୍ୟଙ୍କର ସମସ୍ତ ଆଶା ଆଉ ଭରସା ଥିଲା କେବଳ ଏଇ ଝିଅଟି ଉପରେ। ଶକ୍ତିଧରଙ୍କର ଇଚ୍ଛାନୁସାରେ ଝିଅଟି କଲିକତାରେ ରହି ଟାବ୍ଲେଟ୍ ବିଜ୍ଞାନ ସମ୍ୱନ୍ଧରେ ତାଲିମ୍ ନେଉଥିଲା। କାରଣ—ନିଜେ ଶ୍ରୀ ଆଚାର୍ଯ୍ୟ ଥିଲେ ଜଣେ ଔଷଧ ବ୍ୟବସାୟୀ। ଏଇ ଝିଅଟି କଲିକତାରେ ଥିବାବେଳେ ତା'ରି ଅଚାନକ ଆସକ୍ତି ଜନ୍ମେ ବଙ୍ଗଳାର ବିଖ୍ୟାତ ଔଷଧ ବ୍ୟବସାୟୀ ମୋହିତ ଚୌଧୁରୀଙ୍କ ସହିତ। ଶକ୍ତିଧର ଏ ପ୍ରସ୍ତାବକୁ ସ୍ୱୀକାର କରନ୍ତିନି କାରଣ ସେ ଥିଲେ ସେଣ୍ଟପରସେଣ୍ଟ ଓଡ଼ିଆ। ବଙ୍ଗାଳୀଙ୍କ ଉପରେ ତାଙ୍କର ଗୋଟିଏ ସ୍ୱଭାବିକ ଘୃଣା ଥିଲା। '' ଆହୁରି ବିରକ୍ତ ହୋଇ ଉଠିଲେ ବଳରାମ ମିଶ୍ର ବ୍ୟସ୍ତ ହୋଇ କହିଲେ ''ଏ ସବୁ ବାଜେ କଥା ମୋତେ କହୁଛନ୍ତି କାହିଁକି? '' ସାନ୍ତ୍ୱନା ଦେଲା ଚନ୍ଦ୍ରାବତୀ ''ନାଇଁ ବଳରାମ ବାବୁ ଆଉ ମାତ୍ର ସାମାନ୍ୟ କିଛି ସମୟ ଅପେକ୍ଷା କରନ୍ତୁ। '' ଅଚାନକ ଦିନେ ଝିଅଟି ମୋହିତ ଚୌଧୁରୀଙ୍କୁ ସଙ୍ଗରେ ଧରି କଟକ ଆସିଥିଲା। ବହୁ ଆଶା ଓ ଭରସା ଧରି ଏଇ ପିଲ୍ଗ୍ରିମ ହୋଟେଲର ପ୍ରାସାଦ ଭିତରକୁ ଯାଇଥିଲା। ଠିକ୍ ମୁଁ ରହିଥିବା ଦୁଇମହଲା ରୁମ୍ ଦେହରେ ଆଶ୍ରୟ ନେଇଥିଲେ ସେମାନେ। ଏକଥା କିନ୍ତୁ ଶକ୍ତିଧରଙ୍କୁ ଭଲ